କ୍ରମେ ବୁଦ୍ଧି ବିନୟ ସୌଜନ୍ୟ ବାଧ୍ୟତାଦି ବୃତ୍ତି ପରାଜୟ ଭଜୁଅଛି। ସର୍ବୋପରି ପ୍ରତିହିଂସା ମହାବିକ୍ରମରେ ଜୟଭେରୀ ବଜାଇ ଉଠୁଅଛି। ଜନମୋହନ ବର୍ତ୍ତମାନ ସେହି ପ୍ରତିହିଂସାନାମଧାରିଣୀ ଭୈରବୀଙ୍କୁ ଆରାଧନା କରିବାକୁ ବସିଲେଣି। ବେଳେ ବେଳେ ତାହାଙ୍କୁ ଧ୍ୟାନରେ ଜଣାଉଅଛନ୍ତି। 'ଦେବ ପ୍ରତିହିଂସେ! ତୁମ୍ଭ ବିନା ଏବେ ମୋହର ଅନ୍ୟ ଆଶ୍ରୟ ନାହିଁ। ତୁମ୍ଭେ ସର୍ବବୀରେନ୍ଦ୍ରବନ୍ଦିତା, ନାଗ-ନର-ରକ୍ଷ-ବାନରସେବିତା, ଆର୍ଯ୍ୟ-ଅନାର୍ଯ୍ୟ-ରଜସ୍ୱି-ତେଜସ୍ୱି-ପୂଜିତା। ତୁମ୍ଭଙ୍କୁ ଯେ ସାମାନ୍ୟ ମନେ କରେ, ସେ ନରାଧମ। ତୁମ୍ଭେ ତ୍ରେତାଯୁଗରେ ରାମଚନ୍ଦ୍ରଙ୍କର ସହାୟଭୂତା ହେବାରୁ ରାବଣବଧ ସାଧିତ ହେଲା। ଦ୍ୱାପରରେ ଶକୁନି ତୁମ୍ଭଙ୍କୁ ଆଶ୍ରୟ କରି କୌରବବଂଶର ଧ୍ୱଂସସାଧନଦ୍ୱାରା ଅଭୀଷ୍ଟ ସିଦ୍ଧି ଲାଭ କରିଥିଲା ଯୁଗେ ଯୁଗେ ଦେଶେ ଦେଶେ ତୁମ୍ଭେ ବୀରପୁରୁଷ ହୃଦୟରେ ବାସ କରି ବିଜୟଲକ୍ଷ୍ମୀ ପ୍ରଦାନ କରିଅଛ। ସାମାନ୍ୟ ବାନରଯୂଥପତି ତୁମ୍ଭରି ଯୋଗେ ସର୍ବସହାୟସମ୍ପନ୍ନ ନରପତିଙ୍କି ନିର୍ବଂଶ କରାଇ ଦାଣ୍ତର ଭିଖାରୀ କରିଥିଲା। ବର୍ତ୍ତମାନ ମୁଁ ତୁମ୍ଭଠାରେ ଶରଣ ପଶୁଅଛି। ତୁମ୍ଭରି ବଳରେ ଏ ସଙ୍କଟରୁ ପାରି ହୋଇ ଇଷ୍ଟଫଳ ଲାଭ କରିବି। ପ୍ରାୟ ବର୍ଷ ହେଲା କଟକ ଛାଡ଼ିଲିଣି। ଗୃହିଣୀର କୌଣସି ସମ୍ୱାଦ ନାହିଁ। ପାଠକଗଣ! ବର୍ତ୍ତମାନ କଟକ ପିଟନ ସାହିକୁ ଆସି ସେଠା ଖବର ଅନ୍ତର ବୁଝିଯାନ୍ତୁ। ଏଥି ମଧ୍ୟରେ ଗୋଟିଏ ପୁତ୍ର ମଧ୍ୟ ହୋଇଅଛି। ଜ୍ୟେଷ୍ଠ ଜନଚନ୍ଦ୍ର ବର୍ଣ୍ଣ ଶିକ୍ଷା ଆରମ୍ଭ କଲାଣି। ନବଜାତ ଶିଶୁଟିର ନାମ ଫିଲିପ ବାବୁ ଜନ୍ ସାମସେନଚନ୍ଦ୍ର ଦେଇଅଛନ୍ତି। ନବ ପୁତ୍ର ହେବା ପରେ ଯେତେ ପତ୍ରଦେଲେ ସୁଦ୍ଧା ପ୍ରବାସୀ ପିତାଙ୍କଠାରୁ କୌଣସି ଉତ୍ତର ନାହିଁ। ଫିଲିପ ବାବୁଙ୍କ କୁଟୁମ୍ୱ ଏବଂ ଖ୍ରୀଷ୍ଟମଣ୍ତଳୀ ମଧ୍ୟରେ ମହାଚିନ୍ତାର ଚହଳ ପଡ଼ିଗଲା। ଲିଲିର ପାଣ୍ତୁର ଗଣ୍ତ ଅମଣ୍ତନ ରହିଲା। କଣ ପ୍ରତୀକାର କରିବାକୁ ହେବ, ଆଗାମୀ ବୈଠକରେ ଠିକ କରିବାର କଥା ହେଲା; ମାତ୍ର ବୈଠକଯାଏ କଥା ଗଲା ନାହିଁ। ହଠାତ୍ ଦିନେ ଜନମୋହନ ବାବୁ ପିଟନସାହିରେ ଉପସ୍ଥିତ ହେଲେ। ସତେ ଅବା ଲିଲିର କପାଳ ଫିଟିଲା। ସେହି ଦିନ ରାତିରେ ପୁତ୍ରକଳତ୍ର ସମଭିବ୍ୟାହାରରେ ଆମ୍ଭର ଦାରୋଗା ବାବୁ ପାର୍ବତୀପୁର ଅଭିମୁଖରେ ଯାତ୍ରା କଲେ। ଏବେ ପ୍ରବାସରେ ଲିଲିର ସ୍ୱାମିସହବାସରେ ହର୍ଷ କି ବିଷାଦ, ତାହା ଚତୁର ପାଠକମାନେ ବିଚାର କରିବେ-। ପାଖରେ ଦୁଃଖ ସୁଖ ପଦେ ହେବାକୁ ସୁଦ୍ଧା ଜଣେ କେହି ନାହିଁ। ଏକମାତ୍ର ଯେ ସକଳ ଦୁଃଖ ଦୂର କରି ପାରନ୍ତେ, ତାଙ୍କର ମତି ଗତି ଭିନ୍ନପ୍ରକାର। ସେ ଦେଖି ସୁଦ୍ଧା ଦେଖୁ ନାହାନ୍ତି କି ଶୁଣିଲେ ସୁଦ୍ଧା ଶୁଣୁ ନାହାଁନ୍ତି। ସର୍ବଦା ତାଙ୍କର ଦୂରରେ ଅବସ୍ଥାନ ନିତି ନିତି ଆତ୍ମଗୋପନ ପ୍ରତ୍ୟହ ରକ୍ତଚକ୍ଷୁ ଏବଂ ଅଳ୍ପ ଅଳ୍ପ କଥା! ଏ କଣ ଦାରୋଗାଗିରିର ଲକ୍ଷଣ, ନା ଆଉ କିଛି? ଦାରୋଗା ହେଲେ କଣ ପୁତ୍ରସ୍ନେହ ସୁଦ୍ଧା ଲୋକ ଭୁଲିଯାଏ। ଏ କି ପରିବର୍ତ୍ତନ! ତେଣୁ ଗୃହିଣୀ ଅନୁକ୍ଷଣ ଶଙ୍କିତା। ତଥାପି ଜଡ଼-ଯନ୍ତ୍ର ପରି ନୀରବଭାବରେ ପତିସେବାରତା। ଲିଲି! ତୁମ୍ଭେ ଆଉ କି ଚିନ୍ତା କରୁଅଛ? ତୁମ୍ଭର ପ୍ରିୟତମଙ୍କର ମନ ପରା ଧରି ପାରୁନାହଁ-? ତୁମ୍ଭର ଭବିଷ୍ୟତ୍ ବିଷମ ସମସ୍ୟାମୟ। ତୁମ୍ଭ ମସ୍ତକ ଉପରେ ଏବେ ବିଷଧର ଫଣୀ ଗର୍ଜନ କରୁଅଛି। ତାହାର ଔଷଧ କାହିଁ ଯାଇଁ ସୁଦୂର ହିମାଳୟଶିଖରରେ। ତୁମ୍ଭେ ଚନ୍ଦନଭ୍ରମରେ ଗୋଟିଏ ବିଷଦ୍ରୁମ ଆଶ୍ରୟ କରିଅଛ! ପୁଷ୍ପମାଳା ଭ୍ରମରେ ସର୍ପକୁ ଗଳାରେ ଲମ୍ବାଇ ଅଛ। ମର୍କଟ ହସ୍ତରେ ବହୁମୂଲ୍ୟ ମଣି। ହା ଋଜୁବିଶ୍ୱାସିନି! କି ବିଶ୍ୱାସରେ କାହା ହସ୍ତରେ ହଠାତ୍ ଆତ୍ମସମର୍ପଣ କଲ? ହା ଅପରିଣାମଦର୍ଶିନି! ପରିଣାମ ନ ଭାବି ଆପାତମଧୁର ପଦାର୍ଥରେ ହଠାତ୍ ଭୁଲିଗଲ! ସେ ଦୁଃସାହସର ବିଷମୟ ଫଳ ଅବଶ୍ୟ ଦିନେ ଫଳିବ! ତୁମ୍ଭେ ଜାଣିଛ କି ବର୍ତ୍ତମାନ ସ୍ୱାମୀ ଭ୍ରମରେ ଗୋଟିଏ ରାକ୍ଷସର ହସ୍ତଗତା? ଏ କୁଟିଳ ସଂସାରରେ ତୁମ୍ଭର ଦର୍ଶିତ ସରଳତାର ଯଥାର୍ଥ ବିଚାର ହେବ ନାହିଁ। ତାହାର ବିଚାର ଦୟାମୟ ପ୍ରଭୁ ପରମେଶ୍ୱରଙ୍କ ହସ୍ତରେ ତାଙ୍କରି ଆଶ୍ରୟ ଭିନ୍ନ ଆଉ ତୁମ୍ଭର ରକ୍ଷା ନାହିଁ। ଦୁଇ ତିନି ଦିନ ହେଲା ଦାରୋଗା ବାବୁ ମଫସଲ ଗସ୍ତରେ ବାହାରି ଯାଇଥିବାରୁ ଆଜି ଘରେ ଶାନ୍ତି ବିରାଜ କରୁଅଛି। ଗୃହିଣୀ ଏକାକିନୀ ବସି ଆପଣାର କଥା ଭାବୁଅଛନ୍ତି- ଏମନ୍ତ ସମୟରେ ଡାକବାଲା ଡାକ ଆଣି ଖଣ୍ଡିଏ ଘରୋଇ ଚିଠି ଦେଇ ଗଲା। ସମୟ ଏବଂ ସୁଯୋଗ ପାଇ ଲିଲି ପତ୍ରଖଣ୍ଡିକର ଆବରଣ ପୁନଃ ପୁନଃ ନିରୀକ୍ଷଣ କରି ଦେଖିଲେ ଯେ, ତାହା କୌଣସି ଆତ୍ମୀୟ ସ୍ୱଜନଙ୍କର ଲେଖା ନୁହେଁ।